ଶ୍ୟାମାମଣି ଦେବୀ ଜଣେ ଓଡ଼ିଆ ଗାୟିକା ଓ ସଙ୍ଗୀତକାର। ସେ ଶାସ୍ତ୍ରୀୟ ସଙ୍ଗୀତ ପଲ୍ଲୀ ସଙ୍ଗୀତ ଏବଂ ଆଧୁନିକ ଓଡ଼ିଆ ସଙ୍ଗୀତ ଗାୟନ କରିଛନ୍ତି। ଓଡ଼ିଶା ସଙ୍ଗୀତର ଦୁଇଜଣ ପ୍ରମୁଖ ଗୁରୁ ସିଂହାରୀ ଶ୍ୟାମସୁନ୍ଦର କର ଏବଂ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସଙ୍କଠାରୁ ସେ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିବାରୁ ତାଙ୍କ ଗାୟନ ଶୈଳୀରେ ଉଭୟଙ୍କ ଛାପ ରହିଅଛି ଓ ଏହି କାରଣ ଯୋଗୁଁ ତାଙ୍କ ସ୍ୱର ବିଶେଷ ଆଦୃତ ହୋଇଅଛି। ଦିବଂଗତ ପିତା ରାଜେନ୍ଦ୍ର ମୋହନ ପଟ୍ଟନାୟକ ଏବଂ ମାତା ନିଶାମଣି ପଟ୍ଟନାୟକଙ୍କ ଝିଅ ଥିଲେ ଶ୍ୟାମାମଣି ପଟ୍ଟନାୟକ। ସେ ଏକ ସଙ୍ଗୀତ ପରିବାରରେ ଜନ୍ମଗ୍ରହଣ କରିଥିଲେ। କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ତାଙ୍କର କକା। ପାଞ୍ଚ ଜଣ ଭାଇଭଉଣୀଙ୍କ ମଧ୍ୟରେ ସେ ଥିଲେ ସର୍ବକନିଷ୍ଠା। ଏକ ରକ୍ଷଣଶୀଳ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିବାରୁ ପିଲାବେଳେ ସଙ୍ଗୀତରେ ତାଙ୍କ ଆଗ୍ରହ ଯୋଗୁଁ ସେ ଅନେକ ନିନ୍ଦା ସହ୍ୟ କରିଥିଲେ। ତାଙ୍କର ସଙ୍ଗୀତ ପ୍ରତି ଆଗ୍ରହ ଥିଲା ତଥାପି ଉତ୍କାଳୀନ ରକ୍ଷଣଶୀଳ ସମାଜ ତାଙ୍କୁ ତାହା କରିବା ପାଇଁ ନିରୁତ୍ସାହିତ କଲା। ପିତା ରାଜେନ୍ଦ୍ର ପଟ୍ଟନାଏକ ଏବଂ କଳା କାଳୀଚରଣ ପଟ୍ଟନାଏକଙ୍କ ତତ୍ତ୍ୱାବଧାନରେ ସଙ୍ଗୀତ ଶିକ୍ଷାକୁ ଆଗ୍ରହ ନେଇ ଏକ ଉଚିତ ସ୍ଥାନ ଦେଇପାରିଥିଲେ। ସବୁ ସମୟ କକା ଏବଂ ପିତାଙ୍କ ପ୍ରେରଣା ତାଙ୍କୁ ଆଗକୁ ନେଇଯିବାରେ ସହାୟକ ସାବ୍ୟସ୍ତ ହୋଇଥିଲା। ଜଣେ ଶିଶୁ ସଙ୍ଗୀତଜ୍ଞ ହିସାବରେ ସେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ସେତେବେଳକୁ ପାରିଶ୍ରମିକ ବାବଦକୁ କେବଳ ନାରଙ୍ଗ ଚକୋଲେଟ ଦିଆଯାଉଥିଲା। ପାଠ ସାଙ୍ଗକୁ ସଙ୍ଗୀତ ତାଙ୍କ ଜୀବନର ସାଥୀ ଭାବରେ ପ୍ରତିୟମାନ। ପିଲାଟିଦିନରୁ ସଙ୍ଗୀତ ପ୍ରତି ସେ ଉତ୍ସାହିତ ଥିଲେ। ସେ ଲତା ମଙ୍ଗେସକରଙ୍କୁ ନୂର ଜାହାନ ରାଜକୁମାରୀ ଏବଂ ସିଦ୍ଧେଶ୍ୱରୀ ଦେବୀଙ୍କ ଗୀତ ଶୁଣି ସଙ୍ଗୀତ ଗାନର ମୂଳ ପଦ୍ଧତିକୁ ଶିକ୍ଷା କରିଥିଲେ। ସେ ଓଡ଼ିଶୀ ସଙ୍ଗୀତଜ୍ଞ ସିଂହାରୀ ଶ୍ୟାମସୁନ୍ଦର କର ଏବଂ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ। ସେ ଗୁରୁ କୁଣ୍ଡଳ ଆଦିନାରାୟଣ ଓ ରାୟଙ୍କଠାରୁ ହିନ୍ଦୁସ୍ଥାନୀ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ। ସେ ସବୁବେଳେ ନିଜ ସ୍ୱର ସମସ୍ତଙ୍କ ନିକଟକୁ ପହଞ୍ଚାଇବା ପାଇଁ ପ୍ରୟାସ କରୁଥିଲେ। ଶ୍ୟାମାମଣି ପଟ୍ଟନାୟକ କଟକସ୍ଥିତ ଶୈଳବାଳା ମହାବିଦ୍ୟାଳୟରୁ ସ୍ନାତକ ଉପାଧି ଲାଭ କରିଥିଲେ। ସେ ସଙ୍ଗୀତ ବିଶାରଦ ଶିକ୍ଷା କଟକସ୍ଥିତ ସଙ୍ଗୀତ ନାଟକ ଏକାଡେମୀରେ ଶିକ୍ଷାଲାଭ କରିଥିଲେ। ଗୁରୁ ସିଂହାରୀ ଶ୍ୟାମସୁନ୍ଦର କର ଏବଂ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସଙ୍କଠାରୁ ଜାତୀୟ ସଙ୍ଗୀତ ସମାଜ କଟକରୁ ଶିକ୍ଷା ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତର ସଙ୍ଗୀତ ଅଳଙ୍କାର ଉପାଧି ଗନ୍ଧର୍ବ ମହାବିଦ୍ୟାଳୟ ପୁନେରୁ ଉଣେଇଶ ଶହ ଷାଠିଏ ମସିହା ଲାଭ କରିଥିଲେ। ଦିବଂଗତ ପ୍ରଫେସର ବି ଆର ଦେଓଆରଙ୍କ ତତ୍ତ୍ୱାବଧାନରେ ମୁମ୍ବାଇରେ ସମ୍ପୂର୍ଣ୍ଣ କରିଥିଲେ। ସେ ସ୍ୱର ସଂସ୍କୃତି ଉପରେ ମଧ୍ୟ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ। ଦିବଂଗତ ପ୍ରଫେସର ବି ଆର ଦେଓଧରଙ୍କ ତତ୍ତ୍ୱାବଧାନରେ ସେ ଏହି ଶିକ୍ଷା ଲାଭ କରିଥିଲେ। ଶ୍ୟାମାମଣି ଦେବୀ ସ୍ୱର୍ଗତ ମାୟାଧର ବେହେରାଙ୍କୁ ବିବାହ କରିଥିଲେ। ତାଙ୍କ ସ୍ୱାମୀ ଜଣେ ଚିକିତ୍ସାଳୟ ଥିଲେ। ଶ୍ୟାମାମଣିଙ୍କର ଗୋଟିଏ ପୁତ୍ର ଏବଂ ଦୁଇଟି କନ୍ୟା ଅଛନ୍ତି। ତାଙ୍କ ପରିବାରରୁ ଆଉ କେହି ମଧ୍ୟ ସଙ୍ଗୀତ ଜଗତରେ ପ୍ରବେଶ କରିନାହାନ୍ତି। ତାଙ୍କ ସଙ୍ଗୀତ ଜୀବନ କେବେହେଲେ ପାରିବାରିକ ଜୀବନ ଉପରେ କୌଣସି ଖରାପ ପ୍ରଭାବ ପକାଇନଥିଲା। ସେ ସଙ୍ଗୀତ ଏବଂ ପରିବାର ମଧ୍ୟରେ ଅତି ଚତୁରତାର ସହିତ ସମାନତା ରକ୍ଷା କରିପାରିଥିଲେ। ଶ୍ୟାମାମଣି ଦେବୀ ଏକ ଶହ ତେତିଶ ଥର ପୁରସ୍କୃତ ହୋଇଛନ୍ତି। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତରଫରୁ ଶ୍ୟାମାମଣି ଦେବୀଙ୍କୁ ଦୁଇ ହଜାର ଅଠର ମସିହା ଡକ୍ଟର ଉପାଧି ପ୍ରଦାନ କରାଯାଇଥିଲା। ସେ ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂସ୍ଥାମାନଙ୍କଠାରୁ ସମ୍ମାନିତ ହୋଇଅଛନ୍ତି।